ସୁଲି ପାଲୁଣି ତାଙ୍କୁ ଦେଖି ଚମକିପଡ଼ିଥିଲା। କହିଲେ—ସାଆନ୍ତେ, ତୁମ ମୁହଁଟା ଫଣ ଫଣ ଦିଶୁଚି। ତୁମେ ବିଶ୍ରାୟ ନିଅ। କ୍ଷତ୍ରିୟ ପଡ଼ାକୁ ଯାଅ ନାହିଁ। ସେମାନେ ବଡ଼ ଉଦ୍ଧତ। ତୁମ କଥା ଶୁଣିବେ ନାହିଁ। ତଥାପି କ୍ଷତ୍ରିୟପଡ଼ାକୁ ଯାଇଥିଲେ ରଙ୍ଗନାଥ। ସେଠାରେ ସେ ବହୁ ବୁଝାଇ ସୁଝାଇ ଫେରି ଆସିଲେ ହରିଜନପଡ଼ାକୁ। ବହୁ ଲୋକଙ୍କ ସମ୍ପର୍କରେ ସେ ଆସିଛନ୍ତି, ହେଲେ ସୁଲି ପରି ଗୋଟେ ପର ଦୁଃଖକାତରା ନାରୀ। ସେ ଦେଖି ନ ଥିଲେ। ତାରି ଘରକୁ ସେ ଗଲେ। ସେଠାରେ ବିଶ୍ରାମ ନେଲେ-। ଭୀଷଣ ଜର ଆସିଗଲା। ହରିଜନପଡ଼ା ଲୋକେ ଔଷଧ ପାଇଁ ବାହାରିଲେ। ସେ ମନାକଲେ-। ପେଟକୁ ଖାଇବାକୁ ନାଇଁ ଯେଉଁମାନଙ୍କର, ସେମାନେ ପେଟରୁ କାଟି ଔଷଧ ଆଣିବା ଅନ୍ୟାୟ-। ସୁଲି ଦୁଧ ଟୋପେ ଗରମ କରି ଆଣି ଦେଲା; ମାତ୍ର ଛୁଆଙ୍କ ଖାଦ୍ୟ ଖାଇବାକୁ ସେ ମନାକଲେ-। ଜ୍ୱର ବଢ଼ିଚାଲିଲା। ବାହାର ଲୋକେ ଜାଣିଲେ। ରଙ୍ଗନାଥଙ୍କୁ ବଡ଼ ଡାକ୍ତରଖାନାକୁ ନିଆଗଲା। ସମସ୍ତ ପ୍ରକାରର ବ୍ୟବସ୍ଥା ହେଲା। ଔଷଧ ଓ ଚିକିତ୍ସାକୁ ଫାଙ୍କି ଦେଇ ରଙ୍ଗନାଥ ଚାଲିଗଲେ ସେପୁରକୁ। ସୁଲୀ ମନରେ ଅବଶୋଷ ରହିଗଲା! ବେଳ ସଅଳେ ଟୋପାଏ ଔଷଧ ଦେଇପାରିଥିଲେ ଏଡ଼େବଡ଼ ମୂଲ୍ୟବାନ ଜୀବନ ହୁଏତ ନଷ୍ଟ ହୋଇ ଯାଇ ନ ଥାଆନ୍ତା। ଅବଶୋଷ ହରିବାବୁ। ବିଲାତରୁ ଫେରିଲେ, ବଡ଼ ଓ ସାନଙ୍କୁ ଯଥାଯୋଗ୍ୟ ସମ୍ମାନ ଓ ସ୍ନେହ ଜଣାଇଲେ। ପୁରା ସାହେବ ହୋଇ ସେ ଫେରିଥାଆନ୍ତି। ବହୁତ ଲୋକ ବହୁତ ପ୍ରଶ୍ନ ତାଙ୍କୁ ପଚାରି ଅସ୍ତବ୍ୟସ୍ତ କଲେ। ହରି ମିଶ୍ରଙ୍କର ଅଶେଷ ଧୈର୍ଯ୍ୟ। ଅତୁଟ ସ୍ନେହ ମମତାର ବଶବର୍ତ୍ତୀ ହୋଇଥିବାରୁ ସମାଜର ଜଗନ୍ନାଥ ମିଶ୍ରେ, ଜଗା ଭଣ୍ତାରୀ, ଜଗୁଆ ହାଡ଼ିଙ୍କ ଇପ୍ସିତ ପ୍ରଶ୍ନର ଉତ୍ତର ସେ ସହାସ୍ୟ ବଦନରେ ଦେଇ ଚାଲିଲେ। ଆଖପାଖ କୋଡ଼ିଏ କୋଶରେ ସିଏ ଜଣେ ମାତ୍ର ବିଲାତଫେରନ୍ତା ସାହେବ। ପ୍ରଦର୍ଶନୀ ଦେଖି ଆସିବା ପରି ଚାରିଆଡ଼ୁ ଜନସମୁଦ୍ର ମାଡ଼ିଆସେ ବିଲାତଫେରନ୍ତା ସାହେବ ଦେଖିବାକୁ। ପୁଣି ଭଟ୍ଟା ପଡ଼ିଯାଏ। ହରିବାବୁ ସମସ୍ତଙ୍କୁ ଦେଖି ବି ସନ୍ତୁଷ୍ଟ ଥିବା ପରି ମନେ ହେଉ ନ ଥାଏ, ସତେ ଅବା ଖୋଜିଲା ଆଖିରେ ଓ ସନ୍ତପ୍ତ ହୃଦୟରେ ସେ କାହାର ପଥକୁ ସତୃଷ୍ଣ ନୟନରେ ଅନାଇ ରହିଥିଲେ, ଅବଶେଷରେ ନିରାଶ ହୋଇ ଗାଁ ମାଷ୍ଟ୍ରଙ୍କୁ ପଚାରିଲେ—ସାର୍? ସାର୍ ଆଉ କେହି ନୁହନ୍ତି। ଅର୍ଜୁନ ମାଷ୍ଟ୍ରେ। ଆଉ ଆଉ ପାଞ୍ଚଜଣ ମାଷ୍ଟ୍ରଙ୍କ ଭିତରେ ସେ ଜଣେ ଶିକ୍ଷକ। ମାତ୍ର ୟା'ଙ୍କଠାରେ ଥିଲା ସ୍ୱାତନ୍ତ୍ର୍ୟ। ବିଦ୍ୟାଳୟ ସମୟ-ଚକରେ ଆବଦ୍ଧ ନ ହୋଇ, ପିଲାଙ୍କ ସମ୍ପର୍କରେ ଅନ୍ୟ ସବୁବେଳେ ଆସିବାକୁ ଚାହୁଁଥିଲେ ସେ। ତାଙ୍କଠାରୁ ବଡ଼ଙ୍କୁ ମଉସା, ସମବୟସ୍କଙ୍କୁ ଭାଇ, ଆଉ ସାନଙ୍କୁ ପୁଅ ସମ୍ବୋଧନ କରନ୍ତି। କେତେ ଯେ ପିଲାଙ୍କୁ ସେ ପାଖରେ ଖୁଆଇ ପିଆଇ ମଣିଷ କରଚନ୍ତି, ତାର ସଂଖ୍ୟା ସେ କେବଳ ଜାଣିଥିବେ। ଏପରି କି ଏହି ଦାନ ଫଳରେ ଘରେ ନିଜର ଘରଣୀ ଔଷଧ ଟୋପେ ନ ପାଇ ଓ ଏକମାତ୍ର ପୁତ୍ର ସନ୍ତାନ ଦୁଧ ମୁନ୍ଦାଏ ନ ପାଇ ରୁଷି ଚାଲିଗଲେ ଦୁନିଆଁ ଛାଡ଼ିଦେଇ। ଏଥିରେ ଅର୍ଜ୍ଜୁନ ମାଷ୍ଟ୍ରଙ୍କୁ ପ୍ରଶସ୍ତ ସମୟ ମିଳିଗଲା। ସେ ନିଜ ଘର ଓ ଗାଁର ମୋହ ତୁଟାଇ ଦେଇ ଏହି ଗ୍ରାମରେ ଘଣ୍ଟା କଣ୍ଟା ଓ ମିନିଟ କଣ୍ଟା ପରି କାମ କରିଚାଲିଲେ। ସଭିଏ ସନ୍ତୁଷ୍ଟ—ଗାଁ ମାମଲତକାର ନିଧି ଦାସଙ୍କଠୁଁ ଆରମ୍ଭ କରି ପଣ୍ତିତ ବାଣୀ ଭୂଷଣଙ୍କ ପର୍ଯ୍ୟନ୍ତ। ଅର୍ଜ୍ଜୁନ ମାଷ୍ଟ୍ରେ ସବୁ ପିଲାଙ୍କୁ ପୁତ୍ରୋପମ ସ୍ନେହ କରନ୍ତି। ଧୀ ଶକ୍ତିସମ୍ପନ୍ନ ପିଲାଙ୍କୁ ଦିନ ରାତି ଲାଗି ପାଠ ପଢ଼ାନ୍ତି। ଗରିବ ପିଲାଙ୍କୁ ଖୁଆନ୍ତି ପିଆନ୍ତି, ରୁଗ୍ଣଙ୍କୁ ଔଷଧ ଦେଇ ଭଲ କରନ୍ତି। ନିଜେ କବିରାଜି ଜାଣନ୍ତି। ଠୁଣୁ ଠୁଣୁକିଆର ଗୁଣ ଶିଖି ଥାଆନ୍ତି। ସ୍କୁଲ ବଗିଚାରେ ଫଳମୂଳ ଗଛ ସହିତ ଔଷଧ ବଗିଚାଟିଏ ବଡ଼ ଯତ୍ନର ସହିତ କରିଥାଆନ୍ତି। ମିଶ୍ରଙ୍କର ମନେପଡ଼ିଗଲା। ସେଦିନ ଖୁଣ୍ଟିକରି ଆଙ୍ଗୁଠିରୁ ରକ୍ତ ବୋହି ଯାଉଥାଏ। ସଙ୍ଗେ ସଙ୍ଗେ ଔଷଧ ବଗିଚାରୁ ପତ୍ର ଆସିଲା। ନିଜେ ମାଷ୍ଟ୍ରେ ଛାତ୍ରର ଗୋଡ଼ ଆଙ୍ଗୁଠିଟି ଧରି ସଫା କରି ରସ ଲଗାଇଦେଲେ। ଆଉ ଦିନେ, ନନା ଓ ବୋଉ ଗାଳି ଦେଲେ। ଉପବାସରେ ସେ ସ୍କୁଲକୁ ଚାଲିଆସିଲେ। ଶୁଖିଲା ମୁହଁ ଦେଖି ସାର୍ ପଚାରିଦେଲେ—ଖାଇନୁ କିରେ? ମିଶ୍ରେ କାନ୍ଦି ପକାଇ ଥିଲେ। ମାସ ଶେଷ। ପାଖରେ ମାତ୍ର ଆଠଅଣା ପଇସା। ସାଙ୍ଗେ ସାଙ୍ଗେ ଜଳଖିଆ ଆସିଲା, ମିଶ୍ରେ ଖାଇଲେ।